ଏହାର ଅର୍ଥ ନ ବୁଝି ଜଣେ ଚୋର ରମଣ ମହର୍ଷିଙ୍କ ପାଦରେ ଭୀଷଣ ଆଘାତ କଲା। ପ୍ରଚୁର ରକ୍ତପାତ ସତ୍ତ୍ୱେ ମହର୍ଷି ଅବିଚଳିତ ରହିଥାନ୍ତି। ଆଶ୍ରମର କୁକୁରଗୁଡ଼ାକ କାଳେ ଚୋରମାନଙ୍କୁ ଆଘାତ କରିବେ ତେଣୁ ସେଗୁଡ଼ିକୁ ଛାଡ଼ିବାକୁ ସେ ମନା କଲେ। ଚୋରମାନଙ୍କର ସାହସ ବଢ଼ିଗଲା। ସେମାନେ ଆଲୁଅ ଧରି ଖୋଜି ଖୋଜି ଚୋରି କଲେ ଏବଂ ଧନରତ୍ନ ନେଇ ପଳାଇଗଲେ। ସାଧୁଲୋକ ଚୋରର ପଥ ଅନୁସରଣ କରେ ନାହିଁ। ଧୈର୍ଯ୍ୟ ଓ କ୍ଷମାହିଁ ତାହାର ପଥ। ଚୋର ସାଧୁର ଆଦର୍ଶ ଗ୍ରହଣ କରିପାରିନି ବୋଲି ସାଧୁ ନିଜର ନୀତି କ'ଣ ପରିତ୍ୟାଗ କରିବ? ଧର୍ମପଥରେ କୁଟିଳତାର ଆଶ୍ରୟ ନାହିଁ। ଦାନ୍ତ ଯଦି ଅକସ୍ମାତ୍ ଜିଭଟି କାମୁଡ଼ି ପକାଇଲା, ତେବେ କଣ ଦାନ୍ତସବୁ ଓପାଡ଼ି ଦେବ? ଉପାୟ ହେଲା ଭଗବାନଙ୍କ ଉପରେ ନିର୍ଭର କରି ଧୈର୍ଯ୍ୟ ଧରି ରହିବା। ସେଥିରେ ହିଁ ଶାନ୍ତି ମିଳିବ। '' ମୁକ୍ତି ନା ଭକ୍ତି ଦିନେ ଦୁଇବନ୍ଧୁ ଗୁରୁଙ୍କ ଉପଦେଶ ଅନୁସାରେ ବିଚାର କରିବାକୁ ବସିଲେ। ଜଣେ କହିଲା-ମୁକ୍ତି ଲୋଡ଼ା, ଆଉ ଜଣେ କହିଲା-ଭକ୍ତି ଲୋଡ଼ା। ଏହା ବିଷୟରେ ତୁମୁଳ ଆଲୋଚନା ଚାଲିଲା। ଜଣେ ଶାସ୍ତ୍ର ଆଉଡ଼ାଇ କହିଲା ଯେ ମୁକ୍ତି ପାଇଁ ଶାସ୍ତ୍ର ଅଧ୍ୟୟନ ଦରକାର। ଗୀତା, ଚଣ୍ଡୀ, ପୁରାଣ ପଢ଼। ମୁକ୍ତି ଆସିବ। ଆଉ ଜଣେ କହିଲା, ନା ଭୋଗରାଗ ଚଢ଼େଇ ସବୁଦିନ ଠାକୁର ସେବା କର, ସେଥିରେ ସବୁ ମିଳିବ। ଦୁହେଁ ସେଇଆ କଲେ। ଜଣେ ବଡ଼ ପାଟିକରି ଶାସ୍ତ୍ର ପଢ଼ିଲା। ତାକୁ ଅନେକେ ଶୁଣିଲେ। ଗଞ୍ଜେଇ-ଭାଙ୍ଗ ବଟା ଚାଲିଲା। ଭକ୍ତମାନେ ବଡ଼ ବଡ଼ ଚିତା ମାରିଲେ ନାକ ଆଗରେ। ଭକ୍ତିବାଲା ଭୋଗରାଗ କରି ବେଶ୍ ଚର୍ବ୍ୟ ଚୋଷ୍ୟ ପେୟରେ ପେଟ ବଢ଼ାଇଲେ। ବହୁ ଭକ୍ତ ମଧ୍ୟ ଜୁଟିଲେ। ହାଟ ବଜାର ଲାଗିଗଲା। ଦୁଇଜଣଙ୍କର କିନ୍ତୁ ଜଣେ ଗୁରୁ। ସେ ବହୁଦିନ ପରେ ଫେରିଆସି ଦେଖିଲେ, ଦୁଇଶିଷ୍ୟ ବେଶ୍ ହାଟ ଜମାଇଛନ୍ତି। ସେ ଦିଜଣଙ୍କୁ ଡାକି କହିଲେ, ତମେ ସବୁ କ'ଣ କରୁଛ? ଜଣେ କହିଲା, ''ମୁଁ ଶାସ୍ତ୍ର ବିଧିବିଧାନ ଭିତରେ ଭଗବାନଙ୍କୁ ଲୋଡ଼ୁଛି ମୁକ୍ତି ପାଇଁ। '' ଅନ୍ୟ ଜଣକ କହିଲା, ''ଭୋଗରାଗ ଲଗେଇ ଠାକୁର ସେବା କରି ଭଗବାନଙ୍କଠାରୁ ଭକ୍ତି ଯୋଗାଡ଼ କରୁଛି। '' ଗୁରୁ କହିଲେ, ''ଆରେ ବାବୁ, ଏମିତିରେ ଭଗବାନ ମିଳନ୍ତି ନାହିଁ। ତମକୁ ମୁକ୍ତି କି ଭକ୍ତି କିଛି ମିଳିବ ନାହିଁ। ଭଗବାନ ଏ ସବୁର ଉପରେ। '' ସ୍ୱାମୀ ବିବେକାନନ୍ଦ କହିଛନ୍ତି-ମୁକ୍ତି ଭକ୍ତିର ଭାବ ଦୂର କରିଦିଅ। ଏହି ଏକମାତ୍ର ରାସ୍ତା ଅଛି ଦୁନିଆରେ-ପରୋପକାରାୟ ସତାଂ ବିଭୂତିଃ। ପରୋପକାର ପାଇଁ ସାଧୁମାନଙ୍କର ଜୀବନ। ତମର ଭଲ କଲେ ମୋର ଭଲ ହେବ। ଅନ୍ୟ ଦ୍ୱିତୀୟ ପନ୍ଥା ନାହିଁ। କଥା ଓ କାମ ନ ଦେଖିଲେ ବିଶ୍ୱାସ କର ନାହିଁ ଗୋଟିଏ ଗପ ଶୁଣ। ଥରେ ଗୋଟିଏ ପୋଖରୀରେ ଗୋଟିଏ ବଗ ଦେଖିଲା ଯେ ମାଛମାନେ ଚାଲାକ ହୋଇଗଲେଣି। ସେ ଆଉ କେତେ ଦିନ ବା ଭୋକରେ ରହିବ? ତେଣୁ ସେ ବେକରେ ଗୋଛାଏ ମାଳି, ହାତରେ ଗୋଟାଏ ମାଳି, ମୁଣ୍ଡରେ ଚିତା ଚଇତନ କାଟି ମାଛମାନଙ୍କୁ ଶୁଣାଇ କହିଲା-''ଭାଇମାନେ ମୁଁ ଏକ ଧର୍ମ ଦୀକ୍ଷା ନେଇଛି। ସେ ଧର୍ମରେ ଅହିଂସା ହିଁ ପରମ ବ୍ରତ-। ଏଣୁ ମାଛ ମାରିବା ମନା। ତମକୁ ମୁଁ ଏଥର ଧର୍ମ ଉପଦେଶ ଶୁଣାଇବି। '' ମାଛମାନେ ପ୍ରଥମେ ବିଶ୍ୱାସ କଲେ ନାହିଁ। ପରେ ଦେଖିଲେ ଯେ ବାସ୍ତବିକ ସେ ମାଛ ଖାଉନାହିଁ। ତେଣୁ ପ୍ରତିଦିନ ତା' ପାଖକୁ ଧର୍ମ ଉପଦେଶ ଶୁଣିବାକୁ ଆସିଲେ। ବଗ। ଏହି ସୁଯୋଗରେ ସମସ୍ତଙ୍କୁ ବୈକୁଣ୍ଠପୁରକୁ ନେବ ବୋଲି କହି ଗୋଟି ଗୋଟି ନେଇ କିଆବୁଦା ପଛରେ ଖାଇବାକୁ ଲାଗିଲା। ବିଚରା ମାଛବଂଶ ଶେଷ ପାଇଲେ। ଏ ଗପଟି କହିବାର କଥା ହେଉଛି-ବର୍ତ୍ତମାନ ଦୁନିଆଁରେ ତମେ ଇମିତି ଅନେକ ଲୋକ ଦେଖିବ, ଯେଉଁମାନେ ଯାହା ଉପଦେଶ ଦିଅନ୍ତି ତାହା ପାଳନ କରନ୍ତି ନାହିଁ। ତେଣୁ ତମକୁ ସତର୍କ ଦୃଷ୍ଟି ରଖିବାକୁ ହେବ। କଥା ଓ କାମ ଭିତରେ ଯାହାର ମେଳ ନାହିଁ, ସେପରି ଲୋକଙ୍କୁ ତମେ ତମର ଆଦର୍ଶ ବୋଲି ଧରି ନିଅ ନାହିଁ। ତମର ବିଚାର ବୁଦ୍ଧି ଖଟାଅ। ସ୍ୱାମୀ ବିବେକାନନ୍ଦ ତାଙ୍କ ଗୁରୁଦେବ ଶ୍ରୀରାମକୃଷ୍ଣ ଦେବଙ୍କୁ ବହୁବାର ପରୀକ୍ଷା କରିଥିଲେ; ଏପରିକି ଛଅବର୍ଷ ପର୍ଯ୍ୟନ୍ତ ସେ ତାଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ।